ସେଇ ପରିଚିତ କ୍ରମଶଃ ବନ୍ଧୁତ୍ୱକୁ ପରିବର୍ତ୍ତନ ହୁଏ, ଯେଉଁ ବନ୍ଧୁତ୍ୱ କି ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମୋ ସହିତ ଅକ୍ଷୁଣ୍ଣ ରହିଥିଲା। ' ତା'ପରେ ଟିକିଏ ନୀରବ ରହି ସେ କହିଲେ, 'ମୋର ବିଶ୍ୱାସ, ଆପଣ ମୋ ପାଖକୁ ଆସିବା ପୂର୍ବରୁ ବନମାଳୀ ସହିତ କଥାବାର୍ତ୍ତା କରିଛନ୍ତି। ଆଉ ମୋର ଯଦି ଧାରଣା ମିଥ୍ୟା ନ। ହୁଏ, ତାହେଲେ ତା' ପରିସର ଭିତରେ ଥାଇ ସେ ଯେତିକି ଜାଣିବାର କଥା, ତାହା ଆପଣଙ୍କୁ କହିଛି। କାରଣ ବର୍ତ୍ତମାନ ଏ ସବୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଭିତରୁ ଆମେ ଦୁଇଜଣ କେବଳ ରହିଛୁଁ। ତେଣୁ ମୋର ଅନୁମାନର ଯଥାର୍ଥତା ଆପଣଙ୍କୁ ସଂଶୟ ଭିତରକୁ ନେବ ନାହିଁ। ' ଶତ୍ରୁଜିତଙ୍କ ନିକଟରୁ ନୀରବ ସମ୍ମତି ପାଇ ସେ କହିଲେ, 'ଏଇ ରୀନା ମହାପାତ୍ର ପାଇଁ ବ୍ୟବସାୟରେ ସେମାନେ ପ୍ରତିଷ୍ଠିତ ହୋଇଥିଲେ। ଆଉ ସେ ମଧ୍ୟ ସେଇ ବିଜିନେସ୍ରେ ଏକ ଅଂଶୀଦାର ଥିଲା। ତେବେ ରୀନା ମହାପାତ୍ର ବିକ୍ରମଙ୍କ ଆଡ଼କୁ ଟିକିଏ ବେଶୀ ପରିମାଣରେ ଢଳିପଡ଼ିଥିଲା। ଏହା କିନ୍ତୁ ଅନନ୍ତ ଦାସ ସହ୍ୟ କରିପାରୁ ନ ଥିଲେ। ଆଉ ମଧ୍ୟ ବିକ୍ରମ ଦାସ ସେତେବେଳକୁ ବିବାହ କରିସାରିଥିଲେ। ପ୍ରଥମ ସନ୍ତାନ ପ୍ରମୋଦ ମଧ୍ୟ ଜନ୍ମ ନେଇ ସାରିଥିଲା। ଅନନ୍ତ ଦାସ କିନ୍ତୁ ଜବରଦସ୍ତ ଭାବରେ ଏ ଦୁହିଁଙ୍କ ଭିତରେ ବିଚ୍ଛେଦର କାମନା କରୁଥିଲେ। ଆଉ ଏହା ମଧ୍ୟ ବିକ୍ରମ ବାବୁଙ୍କ ସ୍ତ୍ରୀଙ୍କ ନିକଟରେ ଅଜଣା ନ ଥିଲା। ଆଉ ଏକଥା ମଧ୍ୟ ନିଶ୍ଚିତ ଯେ, ବିକ୍ରମବାବୁଙ୍କ ସ୍ତ୍ରୀ ଅନନ୍ତବାବୁଙ୍କୁ ନିଜର ଛୋଟ ଭାଇଟି ଭଳି ସ୍ନେହ କରୁଥିଲେ। ' 'ତା'ହେଲେ ବିକ୍ରମବାବୁଙ୍କ ସ୍ତ୍ରୀ ଆଉ ଅନନ୍ତବାବୁ ରୀନା ମହାପାତ୍ରକୁ ବିକ୍ରମଙ୍କ ପାଖରୁ ଦୂରେଇଦେବାକୁ ଚେଷ୍ଟା କରୁଥିଲେ? ' ଶତ୍ରୁଜିତ୍ ଅକସ୍ମାତ ପ୍ରଶ୍ନ କରି ବସିଲେ। 'ଆପଣଙ୍କ ଅନୁମାନ ହୁଏତ ସତ୍ୟ। କାରଣ ତାଙ୍କରି ସାହସ ପାଇ ଅନନ୍ତବାବୁ ରୀନା ମହାପାତ୍ରକୁ କୌଶଳରେ ଅପହରଣ କରିଥିଲେ, ଆଉ ପାଶବିକ ସଂପର୍କ ମଧ୍ୟ ସ୍ଥାପନ କରିଥିଲେ-। ହୁଏତ ଏହିଭଳି ଭାବରେ ରୀନା ତା'ର ମତ ପରିବର୍ତ୍ତନ କରିପାରେ, ଏହା ସେ ଧାରଣା କରିଥିଲେ। କିନ୍ତୁ ବିକ୍ରମବାବୁଙ୍କ ମନରେ ସନ୍ଦେହ ଆସିଥିଲା। ସେ ରୀନାଙ୍କୁ ଉଦ୍ଧାର କରିଥିଲେ-। କିନ୍ତୁ ପରେ ପରେ ସାପକାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଥିଲା। ' 'ଏହି ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନିହିତ ଥିଲା ନିଶ୍ଚୟ? ' 'ମୋର ଯେତେଦୂର ଅନୁମାନ, ସେମିତି କିଛି ନ ଥିଲା। କାରଣ ଅନନ୍ତ ଦାସ ବିକ୍ରମଙ୍କୁ ଖୁବ୍ ଭଲ ପାଉଥିଲେ ଆଉ ଭକ୍ତି ମଧ୍ୟ କରୁଥିଲେ। ଆଉ ଏ ବିଷୟରେ ମୁଁ ନିଃସନ୍ଦେହ ଯେ ବିକ୍ରମ ଦାସ ବିବାହିତ ହୋଇ ନ ଥିଲେ ସେ କେବେ ରୀନା ମହାପାତ୍ର ସହିତ ତାଙ୍କର ସମ୍ପର୍କକୁ ବିରୋଧ କରି ନ ଥାନ୍ତେ। 'ଏକଥା ବି ସତ୍ୟ ଯେ, ବିକ୍ରମ ଦାସଙ୍କ ମୃତ୍ୟୁ ପରେ ତାଙ୍କର ସେୟାର ଅଂଶ ତାଙ୍କ ସ୍ତ୍ରୀ ଅନନ୍ତ ଦାସଙ୍କୁ ବିକ୍ରୟ କରି ଦେଇଥିଲେ? ' 'ହଁ। ' ଶତ୍ରୁଜିତ କେତେକ ମୁହୂର୍ତ୍ତ କ'ଣ ଚିନ୍ତା କରି କହିଲେ, 'ଆଉ ରୀନା ମହାପାତ୍ରର ସେୟାର? ' 'ମାତ୍ର ଦୁଇଅଣା। ସେ ନିରୁଦ୍ଦେଶ୍ୟ ହେବାର। ଦିନ ପରେ ମୋ ପାଖକୁ ଖଣ୍ଡିଏ ଚିଠି ଲେଖି ଜଣାଇଥିଲା ଯେ, ସେ କିମ୍ବା ତାଙ୍କର କୌଣସି ଉତ୍ତରାଧିକାରୀ ଯଦି ବର୍ଷ ଭିତରେ ସେଇ ସମ୍ପତ୍ତି ଦାବୀ ନ କରନ୍ତି, ତା'ହେଲେ ବିକ୍ରମ ଦାସଙ୍କର ସନ୍ତାନସନ୍ତତିଙ୍କର ସେଇ ସେୟାର ଉପରେ ଦାବୀ ଗ୍ରହଣଯୋଗ୍ୟ